ମୃତ ଆତ୍ମାକୁ ସମ୍ମାନ ଦେଖାଇବା ପାଇଁ ସେ ଦେଶର ସବୁ ପର୍ଯ୍ୟବେକ୍ଷଣାଗାରରେ ଆଜି ଦିନଟିକୁ ଶୋକଦିବସ ଭାବରେ ପାଳନ କରାଯାଉଛି। କେପ୍କାନାଭାରାଲଠାରେ ସେମାନେ ଆଲେସ୍କି ଓ ମେରିନାଙ୍କର ଅମର ସ୍ମୃତିକୁ ଚିରସ୍ଥାୟୀ କରିବା ପାଇଁ ଏକ ସ୍ମୃତିମନ୍ଦିର ତୋଳାଇ ମାର୍କିନ୍ମାନଙ୍କ ହୃଦୟରେ ଏହି ଅମର ଆତ୍ମା ଦୁଇଟିର ଅଦଭୁତ ସ୍ୱାର୍ଥତ୍ୟାଗକୁ ଲିପିବଦ୍ଧ କରି ରଖିବା ପାଇଁ ପାଶ୍ଚାତ୍ପଦ ହୋଇ ନାହାନ୍ତି। ସେମାନେ ଠିକ୍ ଆମ ଭଳି ଏଇ ମୁହୂର୍ତ୍ତରେ ସେହି ସ୍ମୃତିମନ୍ଦିରଠାରେ ଏକତ୍ର ହୋଇ ଅମର ଆତ୍ମା ଦୁଇଟିର ସଦ୍ଗତି ନିମନ୍ତେ ପ୍ରାର୍ଥନା କରୁଛନ୍ତି। ସେହି ପ୍ରାର୍ଥନା ସଭାର ସଭାପତି ତାରବାର୍ତ୍ତାଟି ଆମଠାକୁ ପଠାଇଛନ୍ତି। '' ଏହା କହି ସେ ଚିଠିଟିକୁ ପଢ଼ିବାକୁ ଲାଗିଲେ। ''ଭାଇ ଓ ଭଉଣୀମାନେ, ଆଲେସ୍କି ଓ ମେରିନାଙ୍କର ଅକାଳ ବିୟୋଗରେ ଆପଣମାନେ ଯେ କେତେ ମର୍ମ୍ମାହତ ହୋଇ ପଡ଼ିଥିବେ, ତାହା ଭାଷାରେ ବର୍ଣ୍ଣନା କରିବା ଆମ୍ଭମାନଙ୍କ ଶକ୍ତିର ବାହାରେ। ସେମାନଙ୍କ ଏହି ଆକସ୍ମିକ ତିରୋଧାନରେ ସାରା ପୃଥିବୀ ଯେ ବ୍ୟଥିତ ହୋଇପଡ଼ିଛି, ଏହା କହିବା ବାହୁଲ୍ୟ ମାତ୍ର। ମାର୍କିନ୍ ଉପଗ୍ରହକୁ ସଜାଡ଼ିବା ପାଇଁ ସେମାନଙ୍କର ଯେଉଁ ଅଦ୍ଭୁତ ଆତ୍ମତ୍ୟାଗ ତାହା ପୃଥିବୀର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଥିବ। ପୃଥିବୀପୃଷ୍ଠରେ ଜାତି ଭିତରେ ଶତ ମତଭେଦ ଥିଲେ ମଧ୍ୟ ଆଲେସ୍କି ଓ ମେରିନା ଯେଉଁ ଅପୂର୍ବ ଆଦର୍ଶ ଦେଖାଇ ଦେଇଗଲେ, ତାହା ପ୍ରତ୍ୟେକ ଆମେରିକାବାସୀ ଚିରଦିନ ପାଇଁ ମନେ ରଖିଥିବେ। ସେମାନେ ଆତ୍ମବଳି ଦେଇ ଦେଖାଇ ଦେଇଗଲେ ଯେ ଆମେ ରୁଷୀ, ମାର୍କିନ୍, ଇଂରେଜ ବା ଭାରତୀୟ ହେଲେ ମଧ୍ୟ ପ୍ରଥମତଃ ହେଉଛୁଁ ମଣିଷ। ଆମେ ନିଜ ନିଜ ମଧ୍ୟରେ ହିଂସା, ଦ୍ୱେଷ ପୋଷଣ କରି ମାନବ ସମାଜର ସତ୍ତା ଲୋପ କରିଦେବା ପାଇଁ ଚେଷ୍ଟିତ ହେବା ଉଚିତ ନୁହେଁ। ସେମାନେ ସ୍ୱାର୍ଥତ୍ୟାଗର ଯେଉଁ ଜ୍ୱଳନ୍ତ ନିଦର୍ଶନ ଦେଖାଇଦେଇ ଗଲେ, ସେହି ଅମର ଆଦର୍ଶ ବିଶ୍ୱବାସୀଙ୍କର ହୃଦୟକୁ ପ୍ରଭାବିତ କରୁ ଏହାହିଁ ଆମର କାମନା। ପୃଥିବୀର ମାନବମାତ୍ରେ ପ୍ରତ୍ୟେକେ 'ଭାଇ ଭାଇ' ଏହି ଚିତ୍କାରରେ ସାରା ବିଶ୍ୱ ମୁଖରିତ ହେଉ। ଆମ ମଧ୍ୟରେ ମତାନ୍ତର ରୂପକ ଯେଉଁ ବିରାଟ ପ୍ରାଚୀର ଠିଆହୋଇଛି ତାହା ଚିରଦିନ ପାଇଁ ସମାଧି ଲାଭ କରୁ, ଏହାହିଁ ଦୟାମୟଙ୍କଠାରେ ଆମର ପ୍ରାର୍ଥନା। ଆପଣମାନଙ୍କ ଭାଇ ଏଫ୍. ସି. କ୍ରେନ୍ ସଭାପତି ଆଲେସ୍କି ଓ ମେରିନାଙ୍କ ଶୋକସଭା କେପ୍କାନାଭାରାଲ'' ଚିଠିଟି ଶୁଣି ସମସ୍ତଙ୍କ ଚକ୍ଷୁ ଛଳ ଛଳ ହୋଇଆସିଲା। ସହକାରୀ ମନ୍ତ୍ରୀ ମୋରୋଜୋବ୍ ବାଷ୍ପ ଗଦ୍ଗଦ୍କଣ୍ଠରେ ମାର୍କିନ୍ ରାଷ୍ଟ୍ରଦୂତଙ୍କୁ ଭାଇ ବୋଲି ସମ୍ବୋଧନ କରି କୁଣ୍ଢାଇ ପକାଇଲେ। କିନ୍ତୁ ସେତେବେଳକୁ ତ 'ଉର୍ବଶୀର ଚିଠି' ଚାରିମାସ ଗର୍ଭରେ। ଆପଣଙ୍କ କଥା ଶୁଣୁଛି କିଏ? ଶୁଣିଲେ ବି ରଖିପାରିଥାନ୍ତି କେଉଁଠି? ସେଦିନ ଆଉ ଆଜି ଭିତରେ ତଫାତ୍ ଅନେକ। 'ଧରା ଓ ଧାରା' କେବଠୁଁ ଓଡ଼ିଶାର ପାଠକ ପାଠିକାମାନଙ୍କ ହାତକୁ ଚାଲିଗଲାଣି। 'ଉର୍ବଶୀର ଚିଠି' ପ୍ରକାଶ ପାଇବାର ଆସି ଦୁଇବର୍ଷ ହୋଇଗଲା। ୟା'ରି ଭିତରେ କେତେ ଝଡ଼ ତୋଫାନର ଛୋଟ ବଡ଼ ଦିନଗୁଡ଼ିକ ଅତୀତର ଅନ୍ଧକାର ଭିତରେ ଲୁଚିଗଲାଣି। ପୁଣି ଆଜି 'ସାଗରୀକାର ସ୍ୱପ୍ନଭଙ୍ଗ' ଆଲୋକକୁ ଆସୁଛି। ଜାଣେନି–ୟା' ଭାଗ୍ୟରେ କ'ଣ ଅଛି? ଉପନ୍ୟାସର ଧରାବନ୍ଧା, ଆଇନଗତ ନିୟମକାନୁନ୍ ମାନି, ଆଉ ଗଜମାପରେ ହିସାବ କଷି ମୁଁ ଏହା ଲେଖି ନାହିଁ। ସାହିତ୍ୟ ଦରବାରରେ ୟା'କୁ ପେଶ୍କରିବା ପୂର୍ବରୁ କେତେ ଅଜ୍ଞାତ ଆଶଙ୍କା ମୋତେ ଥରାଇ ଦେଇ ଯାଉଛି। ମୁଁ ଅପେକ୍ଷା କରୁଛି–ଶଙ୍କିତ ଚିତ୍ତରେ। ଜୀବନର ସମସ୍ତ ସ୍ୱପ୍ନ ଯା'ର ଭାଙ୍ଗି